ୟ-ସଂସାର ଭିତରେ ଚଳିବାକୁ ହେଲେ କି କି ନିୟମ ମାନିବାକୁ ପଡ଼ିବ, ସଂକ୍ଷେପରେ କହନ୍ତୁ। ମ-କ୍ଷୁରରେ କ୍ଷୌର ହୋଇପାରିଲେ ମୁହଁଟି ସୁନ୍ଦର ଦିଶେ। ଟିକିଏ ଅସାବଧାନ ହେଲେ ସୁନ୍ଦର ଦିଶିବା ଦୂରେ ଥାଉ ମୁହଁଟି କ୍ଷତ ବିକ୍ଷତ ହୋଇଯାଏ। ସେହିପରି ସାବଧାନ ହୋଇ ଚଳିଲେ ସଂସାର ଆନନ୍ଦମୟ ହୁଏ, ନଚେତ୍ କଣ୍ଟକମୟ ହୁଏ। ସଂସାରରେ ଚଳିବା ପାଇଁ ନିୟମଗୁଡ଼ିକର ସଂଖ୍ୟା କରି ହେବ ନାହିଁ। ଯେଉଁ ନିୟମ ନିଜକୁ ଓ ଅନ୍ୟମାନଙ୍କୁ ସୁଖଶାନ୍ତି ଦେବ ସେହି ନିୟମ ପାଳନ କରିବାକୁ ହେବ। ଏପରି ନିୟମ ଆମେ ଅନେକ ଜାଣନ୍ତି କିନ୍ତୁ ହେୟ ମନେକରି ସେଗୁଡ଼ିକ ପାଳନ କରନ୍ତି ନାହିଁ। ନିୟମ ପାଳନ କରିବାକୁ ଯିବା ପୂର୍ବରୁ କଷ୍ଟ ସହିଷ୍ଣୁ ଓ ଦୃଢ଼ ପ୍ରତିଜ୍ଞ ହେବା ଏକାନ୍ତ ଆବଶ୍ୟକ। ଉଦାହରଣ ସ୍ୱରୂପ କେତୋଟି ନିୟମ- ପିତାମାତାଦି ଗୁରୁଜନମାନଙ୍କୁ ହୃଦୟର ସହିତ ଭକ୍ତି କର ଏବଂ ଲଘୁଜନମାନଙ୍କୁ ସ୍ନେହ କର। ଉପକାରୀର ଉପକାର ମାନ ଏବଂ ପ୍ରତ୍ୟୁପକାର କରିବାକୁ ଜିଦ୍ଧର। ନିଜର ସ୍ଵାର୍ଥ ସହିତ ପରର ସ୍ଵାର୍ଥ ଦେଖ। ନିଜର ମାନ କମିଲେ ମନରେ କଷ୍ଟ ଆଣ ନାହିଁ, ପୁଣି ପରର ମାନ କମାଅ ନାହିଁ ବରଂ ଅଧିକ ଦିଅ। ଅଳସ ହୁଅ ନାହିଁ, ସର୍ବଦା କୌଣସି ଏକ ସୁଚିନ୍ତିତ କାର୍ଯ୍ୟରେ ବ୍ୟସ୍ତ ରୁହ। ନିଜର କର୍ତ୍ତବ୍ୟ ସ୍ଥିର କରିବା ପୂର୍ବରୁ ଅନ୍ତତଃ ଦଶ ଥର ଚିନ୍ତା କର। ବିଦ୍ୟା, ବୁଦ୍ଧି ଓ ଧନଠାରୁ ଗୁଣକୁ ବଡ଼ ବୋଲି ମନେରଖ। ପରର ତଥା ଦେଶର ଉପକାର କରିବାକୁ ଯଥାସାଧ୍ୟ ଚେଷ୍ଟା କର। ସବୁ ଧର୍ମର ଈଶ୍ଵର ଏକ ଏବଂ ସବୁ ମନୁଷ୍ୟର ରକ୍ତ ମାଂସ ଏକ, ଏହା ମନେରଖ। ଈଶ୍ଵର କିପରି ସୃଷ୍ଟି କରୁଛନ୍ତି ଏବଂ କିପରି ପାଳୁଛନ୍ତି ଏ ବିଷୟ ଚିନ୍ତା କର। ସୁଖ ଦୁଃଖରେ ବିଚଳିତ ହୁଅ ନାହିଁ। ସତ କହିବାର ଅଭ୍ୟାସ ବଢ଼ାଅ ପ୍ରତିଦିନ ଅନ୍ତତଃ ଅଧଘଣ୍ଟାଏ ଧର୍ମଶାସ୍ତ୍ର ପଠନରେ ବା ଈଶ୍ଵର ପୂଜା ବା ଈଶ୍ଵରଙ୍କ ଗୁଣ କୀର୍ତ୍ତନରେ ବ୍ୟୟ କର। କୌଣସି କଥାରେ ହଠାତ୍ ଅନ୍ଧବିଶ୍ଵାସ ଆଣ ନାହିଁ-। ନିଜେ ପ୍ରମାଣ କରିସାରି ବିଶ୍ଵାସ କର। କୌଣସି ଲୋକଠାରେ ଭଲ ଓ ମନ୍ଦ ଗୁଣ ଥିଲେ, ମନ୍ଦ ଗୁଣର ଆଲୋଚନା କର ନାହିଁ, କେବଳ ଭଲ ଗୁଣର ଆଲୋଚନା କର। ଏହି ପନ୍ଦରଟି ନିୟମ ମାନି ଚଳ ଦେଖିବ, ତୁମ୍ଭର ସଂସାର କେତେ ଆନ୍ଦନଦାୟକ ହେବ। ଏହାପରେ ତୁମ୍ଭେ ନିଜେ ଚେଷ୍ଟା କରି କେତେକ ନିୟମ ଗଢ଼ିପାରିବ। ପୁଣି ମନେରଖ ନିୟମ ଗଢ଼ିବା ସହଜ କିନ୍ତୁ ନିୟମ ପାଳନ କରିବା କଷ୍ଟ। କୌଣସି ନିୟମ ପାଳନ କରିବାର ସ୍ଵାଦୁ ପାଇଗଲେ ଆଉ ଛାଡ଼ିବା ସହଜ ନୁହେଁ। ପ୍ରଥମେ ନିୟମ ପାଳନ ପାଇଁ ଜିଦ୍ ଧରି ଅଭ୍ୟାସ କର। ଆଜି ଏତିକି ଥାଉ। ତୁମ୍ଭେ ଧୈର୍ଯ୍ୟ ଧରି ଶୁଣିଛ ସେଥିପାଇଁ ତୁମ୍ଭଙ୍କୁ ଧନ୍ୟବାଦ ଦେଲି। ଈଶ୍ଵର ତୁମ୍ଭଙ୍କୁ ଜଣେ ଆଦର୍ଶ ମାନବ କରନ୍ତୁ। ଏହାହିଁ ମୋର ତୁମ୍ଭ ପ୍ରତି ଆଶୀର୍ବାଦ। ଏବେ ଚାଲ, ଦୁହେଁ ନିଜ ନିଜ କାମରେ ଯିବା। ମୁଁ ତୁମ୍ଭଙ୍କୁ ଯାହା କିଛି ବୁଝାଇଲି ଯଦି। ଜହ୍ନମାମୁଁ-ଏ ହେଉଛି "ସୂର୍ଯ୍ୟୋଦୟର ଦେଶ"। କାହ୍ନୁ-ସୂର୍ଯ୍ୟୋଦୟର ଦେଶ! ସେଠାରେ କ'ଣ ସବୁବେଳେ ସୂର୍ଯ୍ୟ ଉଦୟ ହେଉଥାନ୍ତି-? ଜହ୍ନମାମୁ-ନାଁ, ତା' ନୁହେଁ। ଏ ଦେଶଟିକୁ ଚାରିପାଖରେ ସମୁଦ୍ର ବେଢ଼ି ରହିଛି। ତେଣୁ ସୂର୍ଯ୍ୟ ଉଇଁଲାକ୍ଷଣି ଏ ଦେଶର ଲୋକେ ସୂର୍ଯ୍ୟ ଦେଖିପାରନ୍ତି। ଏଥିପାଇଁ ଏ ଦେଶକୁ "ସୂର୍ଯ୍ୟୋଦୟର ଦେଶ" କହନ୍ତି। ଏ ଦେଶର ପ୍ରକୃତ ନାମ ଜାପାନ। କାହ୍ନୁ-ଆଉ ଡେରିକର ନାହିଁ ମାମୁଁ! ତମ ଠେକୁଆକୁ ଡାକ। ସେ ତମର ମନପବନ ଘୋଡ଼ା। ସେ ଆମକୁ ସାଙ୍ଗେ ସାଙ୍ଗେ ଜାପାନ ଦେଶରେ ପହଞ୍ଚାଇ ଦେବ। କାହ୍ନୁ ଓ ଜହ୍ନମାମୁଁଙ୍କୁ ଠେକୁଆ ପିଠିରେ ବସି ଉଡ଼ି ଉଡ଼ି ଜାପାନ ଦେଶକୁ ବାହାରିଲେ। ଠେକୁଆ ଆଖି ପିଛୁଳାକେ ଯାଇ ଜାପାନ ଦେଶରେ ଗୋଟାଏ ଘର ପାଖରେ ପହଞ୍ଚିଲା-। କାହ୍ନୁ ଓ ଜହ୍ନମାମୁଁ ଠେକୁଆ ପିଠିରୁ ଓହ୍ଲାଇ ପଡ଼ିଲେ। ଏ ଘରଟି ଗୋଟିଏ ଜାପାନୀ ପରିବାରର-। ଘରର ଦାଣ୍ଡଦୁଆର ଖୋଲା ଥିଲା। କାହ୍ନୁ ଓ ଜହ୍ନମାମୁଁଙ୍କୁ ଦେଖି ଘର ଭିତରୁ ଜଣେ ସ୍ତ୍ରୀଲୋକ ବାହାରି ଆସିଲେ। ସେ ଆଣ୍ଠୁମାଡ଼ି, ମୁଣ୍ଡ ନୁଆଇଁ ଏ ଦୁଇ ଅତିଥିଙ୍କୁ ନମସ୍କାର କଲେ। ଏହା ଦେଖି କାହ୍ନୁ ଓ ଜହ୍ନମାମୁଁ ମଧ୍ୟ ମୁଣ୍ଡ ନୁଆଇଁ ପ୍ରଣାମ ଜଣାଇଲେ।